ଯୁବତୀଟି ହସହସ ମୁହଁରେ ପ୍ରତିନମସ୍କାର ଜଣାଇ ଗ୍ରୀନ୍ରୁମ୍ ଆଡ଼େ ମୁହାଁଇ ସଙ୍ଗେ ସଙ୍ଗେ ଅଦୃଶ୍ୟ ହୋଇଗଲା ସେହି ଆଲୋକ-ବିଚ୍ଛୁରିତ ପ୍ରଶସ୍ତ ବାରଣ୍ଡା ଭିତରେ। ମେରିନା ଓ ଆଲେସ୍କି ପ୍ରେକ୍ଷାଳୟ ଭିତରକୁ ପଶିଲାବେଳକୁ ପ୍ରେକ୍ଷାଳୟର ମଳିନ ପଡ଼ିଯାଇଥିବା ଆଲୋକ ଲିଭି ନଥାଏ। ସେମାନେ ଯାଇ ଷ୍ଟେଜ୍ଠାରୁ ଅଳ୍ପଦୂରରେ ବସିଲେ। ବସିବା ପୂର୍ବରୁ ମେରିନା ଚାରିଆଡ଼କୁ ଟିକିଏ ଅନାଇ ଦେଇ ଦର୍ଶକମାନଙ୍କୁ ଦେଖିନେଲା। କିଏ କିପରି ପୋଷାକରେ ଆସିଛି, କିଏ କିପରି ବନ୍ଧୁମେଳରେ ବନ୍ଧୁମେଳରେ ବସିଛି ଦେଖିନେଇ ନିଜ ପୋଷାକ ଆଡ଼କୁ ଟିକିଏ ଅନାଇ ଦେଇ ଖୁସି ହୋଇଗଲା। ସେମାନେ ବସିଛନ୍ତି କି ନାହିଁ ହଠାତ୍ ପ୍ରେକ୍ଷାଳୟର ଆଲୋକ ଲିଭିଗଲା ଓ ତା ସଙ୍ଗେ ସଙ୍ଗେ ଷ୍ଟେଜ୍ର ପରଦା ଘୁଞ୍ଚିଗଲା। ଷ୍ଟେଜ୍ ଉପରେ ଏକ ଆକର୍ଷଣୀୟ ଭଙ୍ଗୀରେ ଦଣ୍ଡାୟମାନା ମେରିନାର ସଙ୍ଗିନୀ ବିଖ୍ୟାତ ବେଲେଟ୍-ଶିଳ୍ପୀ ମେରିଆ ଫାଡ଼େୟାଭନା। ସଙ୍ଗେ ସଙ୍ଗେ ମେରିନା ଉତ୍ସାହିତ ହୋଇ ଆଲେସ୍କିଙ୍କ ଆଡ଼କୁ ମୁହଁ ବୁଲାଇ ଚୁପ୍ଚୁପ୍ କରି କହିଲା– ଏ ହେଉଛି ମୋର ସେଇ ସଙ୍ଗିନୀ ମେରିଆ ଫାଡ଼େୟାଭନା–ରାଜଧାନୀର ସୁବିଖ୍ୟାତ ବେଲେଟ୍ ନର୍ତ୍ତକୀ। ତୁମେ ତା'ର ନୃତ୍ୟ ଦେଖିଲେ ନିଜକୁ ପାସୋରିଯିବ ଆଲେସ୍କି! ସେ ଏବେ ଆମେରିକା ଭ୍ରମଣରେ ଯାଉଛି। '' ମେରିନା ଆହୁରି କ'ଣ କହିବାକୁ ଯାଉଥିଲା; କିନ୍ତୁ ପଛରୁ କିଏ ଜଣେ ଦର୍ଶକ ମେରିନାର ଫିସ୍ଫିସ୍ ଶବ୍ଦରେ ବିରକ୍ତ ହୋଇଉଠିଥିଲେ। ମେରିନା ଚୁପ୍ ହୋଇଗଲା। ଆଲେସ୍କିଙ୍କର ଲାଢ଼ାକିସ୍ଥାନ ଫେରିଯିବା ଦିନ ମେରିନାର ପ୍ରାଣ ବିରହରେ କାନ୍ଦି ଉଠୁଥାଏ। ଏଇ କେତେଦିନ ସେ ଯେଉଁ ଆନନ୍ଦରେ କଟାଇ ଦେଇଥିଲା, ଭାବିଲାବେଳକୁ ଆଖିରେ ଲୁହ ରହୁ ନଥାଏ। କେଉଁ ଦିନ ଆଲେସ୍କି ସହିତ ଏକା, କେଉଁ ଦିନ ବା ଆଲେସ୍କି ସହିତ ତା' ବନ୍ଧୁମାନଙ୍କୁ ଘେନି ରାଜଧାନୀ ବାହାରକୁ ଯାଇ କେତେ ଭୋଜି, କେତେ ବୁଲାବୁଲି କେତେ ମଉଜ ମଜ୍ଲିସ୍ କରିଛି; ତା ଭାବିଲାବେଳକୁ ମେରିନାର ଦୁର୍ବଳ ଛାତି ଥରିଉଠୁଥାଏ। ଏଇ କେତେଦିନ ଭିତରେ ସେ ଗବେଷଣାଗାରକୁ ଯାଇଛି ସତ; କିନ୍ତୁ ଗବେଷଣାରେ ସେ ମନ ଲଗାଇପାରିନି। ମନପ୍ରାଣ ତା'ର ଲାଗିଯାଇଛି କେବଳ ଆଲେସ୍କିଠାରେ। ଆଲେସ୍କିକୁ ଖୁସି କରିବା ପାଇଁ ସେ କେତେ ଯେ ଚେଷ୍ଟା କରିଛି ତା'ର କଳନା ନାହିଁ। କିନ୍ତୁ ଆଲେସ୍କିଙ୍କର ଫେରିଯିବା ଦିନ ଯେତିକି ପାଖେଇ ଆସୁଥାଏ, ମେରିନାର ଆନନ୍ଦ ସେତେ କମି ଆସୁଥାଏ। ଦିନଗୁଡ଼ାକ ତାକୁ ଘଣ୍ଟା ମିନିଟ୍ ଭଳି ବୋଧ ହେଉଥାଏ। ଆଲେସ୍କି ରାଜଧାନୀର ବିମାନଘାଟିରୁ ସିଧାସଳଖ ଛାଡ଼ିବା ଠିକ୍ ହୋଇଥାଏ। ମେରିନା କିପରି ଯେ ତା'ଙ୍କୁ ବିଦାୟ ଦେବ ଭାବି ପାରୁ ନ ଥାଏ। ଆଲେସ୍କି ପୃଥିବୀ ଛାଡ଼ି ମହାଶୂନ୍ୟକୁ ଯିବେ, ଏହା ତା'କୁ ପ୍ରଥମେ ପ୍ରଥମେ ଗୌରବର ବିଷୟ ବୋଲି ଜଣାପଡ଼ୁଥିଲା, ଏବେ ତା'କୁ ସେପରି ବୋଧ ହେଉନି। ତାକୁ ବୋଧ ହେଉଛି ଆଲେସ୍କି ସତେ ଯେପରି ତା'କୁ ଛାଡ଼ି ଚାଲିଯାଉଛନ୍ତି କେଉଁ ଏକ ଅଜଣା ରାଇଜକୁ–ଯେଉଁ ରାଜ୍ୟରୁ ଫେରିବା ଆଲେସ୍କି ପକ୍ଷରେ ସେତେ ସହଜ ନୁହେଁ। ମେରିନା ଏଇ କଥାକୁ ଯେତେ ଭାବିବାକୁ ଲାଗିଲା, ଆଲେସ୍କିଙ୍କର ବିଦାୟ ପ୍ରତି ମନ ତା'ର ସେତେ ବିଦ୍ରୋହୀ ହୋଇ ଉଠିଲା। ସକାଳ ଏଗାରଟାରେ ବିମମାନଘାଟିରୁ ଜାହାଜ ଛାଡ଼ିବ। ସେ ସଅଳ ସଅଳ ନିତ୍ୟକର୍ମ ସାରି ପ୍ରସ୍ତୁତ ହେବାକୁ ଲାଗିଲା। ଆଜି ସେ ନିଜକୁ ଏକ ଅପୂର୍ବ ବେଶରେ ସଜାଇ ଦେଇଛି। ଅଜଣା ମନ ଭିତରେ କେତେ ବିଚିତ୍ର ଧାରଣା ଯେ ଖେଳିଯାଉଥାଏ, ସେଗୁଡ଼ିକର ଖିଅ ସେ ଧରିପାରୁ ନ ଥାଏ। ବେଳେବେଳେ ମେରିନାର ମନକୁ ହଠାତ୍ ଖିଆଲ